ପୂଜା କରିବା ସମୟତକ ପୂଜକକୁ ପୂର୍ଣ୍ଣ ଏକାଗ୍ରତା ରଖିବାକୁ ପଡ଼େ। ଅଭ୍ୟାସ ଗଠନ, ଅଧ୍ୟୟନ, ଈଶ୍ଵର ଚିନ୍ତା, ପ୍ରକୃତିର ପର୍ଯ୍ୟବେକ୍ଷଣ ଓ ଈଶ୍ଵର ପ୍ରାପ୍ତି ପାଇଁ ଏକାଗ୍ରତା ଯେ ଏକାନ୍ତ ଆବଶ୍ୟକ; କେହି କେବେ ଅସ୍ଵୀକାର କରିପାରିବେ ନାହିଁ। ଲୋକ ମୂର୍ତ୍ତି ପୂଜାରେ ସେହି ଏକାଗ୍ରତାର ଅଭ୍ୟାସ ଆରମ୍ଭ କରି କ୍ରମେ କ୍ରମେ ବଢ଼ାଏ ଏବଂ ଶେଷରେ ଈଶ୍ଵରଙ୍କୁ ପାଏ। ମୂର୍ତ୍ତି ପୂଜାଦ୍ୱାରା ଲୋକ ଅଳ୍ପ ଜ୍ଞାନରେ ଈଶ୍ଵରଙ୍କୁ ପାଇ ପାରେ। ଈଶ୍ଵରଙ୍କ ସମ୍ବନ୍ଧରେ ଓ ଈଶ୍ଵରଙ୍କ ସୃଷ୍ଟି ପଦାର୍ଥଗୁଡ଼ିକ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ପାଇବା ବହୁ ସମୟ ଓ ଆୟାସସାଧ୍ୟ। ଯଦି ମନୁଷ୍ୟ ମୂର୍ତ୍ତିକୁ ପ୍ରାଣଠାରୁ ଅଧିକ ଭଲ ପାଏ, ମୂର୍ତ୍ତିର ଚିନ୍ତା ସବୁବେଳେ କରେ ଏବଂ ମୂର୍ତ୍ତି ପାଖରେ ସବୁବେଳେ ରହିବାକୁ ଚାହେଁ, ତେବେ ତାହାର ଆଉ ସମୟ କାହିଁ ଯେ, ସେ ଅସତ୍ ଚିନ୍ତା ବା ଅସତ୍ କାର୍ଯ୍ୟ କରିବ? ବରଂ ମୂର୍ତ୍ତି ପ୍ରତି ଏକାଗ୍ରତା ଦୃଢ଼ ହୋଇଯିବ। ତାହାର ନିଜର ଇନ୍ଦ୍ରିୟ ଜନିତ କଷ୍ଟ ଏପରିକି ଦେହର କଷ୍ଟକୁ କଷ୍ଟ ନ ମଣି ମୂର୍ତ୍ତି ପୂଜାରେ ଲାଗିବ। ଏଣୁ ଇନ୍ଦ୍ରିୟଗୁଡ଼ିକ ଓ ମନ ଆପେ ଆପେ ସଂଯତ ହୋଇଯିବେ। ଯାହାକୁ ଇନ୍ଦ୍ରିୟ ଓ ମନ ଆଦୌ କଷ୍ଟ ନ ଦିଏ ସେ ଚିରଶାନ୍ତି ଭୋଗ କରେ। ସେ ଈଶ୍ଵରଙ୍କ ପାଖରେ ପହଞ୍ଚେ ଯେଣୁ ଈଶ୍ଵରଙ୍କ ସିଂହାସନ ଶାନ୍ତିରେ ନିର୍ମିତ। ଯେଉଁ ଲୋକ ଉକ୍ତ ସିଂହାସନ ଉପରେ ଈଶ୍ଵରଙ୍କୁ ଭିଡ଼ି ହୋଇ ବସିଲା, ଈଶ୍ଵରଙ୍କୁ ବା ନ ପାଇଲା କିପରି? ନିଶ୍ଚୟ ପାଇଲା। ୟ-ଧର୍ମ କାହାକୁ କହନ୍ତି ଏବଂ ତାହାଦ୍ୱାରା ଆମର। ଲାଭକ୍ଷତି କଅଣ ଅଛି। ମ-ଧର୍ମ ଶବ୍ଦର ଅର୍ଥ, ଯାହା ଧାରଣ କରେ। ଯେଉଁ କାର୍ଯ୍ୟ କଲେ ଶରୀର ରକ୍ଷା ହେବ, ତାହା ଶାରୀରିକ ଧର୍ମ; ଯେଉଁ କାର୍ଯ୍ୟ କଲେ ପରିବାର ରକ୍ଷା ହେବ, ତାହା ପାରିବାରିକ ଧର୍ମ; ଯେଉଁ କାର୍ଯ୍ୟ କଲେ ମାନବ ସମାଜ ରକ୍ଷା ହେବ, ତାହା ମାନବିକ ଧର୍ମ ଏବଂ ଯେଉଁ କାର୍ଯ୍ୟ କଲେ ସମସ୍ତ ଜୀବ ରକ୍ଷା ହେବ, ତାହା ଜୈବ ଧର୍ମ ଅଟେ। ଏତାଦୃଶ ଧର୍ମ ପାଳନ କଲେ ଆମ୍ଭେମାନେ ରକ୍ଷା ପାଇବା, ନଚେତ୍ ନଷ୍ଟ ହୋଇଯିବା। ଏଥିପାଇଁ ପୋଖରୀ ଖୋଳିବା, ସଡ଼କ ବାନ୍ଧିବା, ବିଦ୍ୟାଳୟ ବସାଇବା, ମନ୍ଦିର ନିର୍ମାଣ କରିବା, ଗରିବକୁ ଦାନ ଦେବା, ଚୋରି ନ କରିବା, ହିଂସା ନ କରିବା ଓ ସତ୍ କହିବା ପ୍ରଭୃତି କାର୍ଯ୍ୟଗୁଡ଼ିକୁ ଧର୍ମ କହନ୍ତି। ପୃଥିବୀରେ ହିନ୍ଦୁ, ମୁସଲମାନ, ବୌଦ୍ଧ ଓ ଖ୍ରୀଷ୍ଟିୟାନ ପ୍ରଭୃତିକୁ ଧର୍ମ କହନ୍ତି। ପ୍ରତି ଧର୍ମର ଉଦ୍ଦେଶ୍ୟ, ସେହି ଧର୍ମାବଲମ୍ବୀ ଲୋକମାନଙ୍କୁ ରକ୍ଷା ଓ ଉନ୍ନତି ପାଇଁ କାର୍ଯ୍ୟ କରିବା। ଆଉ ମଧ୍ୟ ପ୍ରତି ଧର୍ମର ଦ୍ଵିତୀୟ ଉଦ୍ଦେଶ୍ୟ, ନିଜ ଧର୍ମ ବ୍ୟତୀତ ପୃଥିବୀର ଅନ୍ୟ ସମସ୍ତ ଧର୍ମର ତଥା ମାନବ ସମାଜର ରକ୍ଷା ଓ ଉନ୍ନତି ପାଇଁ କାର୍ଯ୍ୟ କରିବା। କେତେକ ଲୋକ ନିଜ ଧର୍ମର ରକ୍ଷା ଓ ଉନ୍ନତି ପାଇଁ ପର ଧର୍ମର ନିନ୍ଦା ଓ କ୍ଷତି କରିବାକୁ ଯାଇଥାନ୍ତି। ତାହାଦ୍ୱାରା ନିଜ-ଧର୍ମ, ପରଧର୍ମ ଓ ମାନବ-ଧର୍ମର କ୍ଷତି ହୁଏ। ଏହା ଅବଶ୍ୟ ନିମ୍ନକୋଟୀ ଲୋକଙ୍କର କାର୍ଯ୍ୟ। ଧର୍ମର ଅର୍ଥ ପୁଣି ଦୁଇ ଭାଗରେ ବିଭକ୍ତ। ମାନବ-ସମାଜ ତଥା ଜୀବ ଜଗତର ରକ୍ଷାକରିବା ପ୍ରଥମ ଭାଗର ଅନ୍ତର୍ଗତ। ଏହି ପ୍ରଥମ ଭାଗ ସହିତ ନିଜ ଶରୀରର ସମ୍ପର୍କ, ଅର୍ଥାତ୍ ପ୍ରଥମ ଭାଗ ରକ୍ଷା ପାଇଲେ ନିଜ ଶରୀର ରକ୍ଷା